ମୋଟାମୋଟି କହିବାକୁ ଗଲେ କୃତ୍ରିମ ଉପଗ୍ରହଟି ଏକ ଉନ୍ନତ ଧରଣର ହଷ୍ଟେଲ ସହିତ ଏକ ଗବେଷଣାନୁଷ୍ଠାନ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଉପଗ୍ରହରେ ବର୍ଷ ବର୍ଷ ଧରି ଚଳିବା ପାଇଁ ଏହାର ଅଧିବାସୀମାନଙ୍କର ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଖୁବ୍ ଭଲ ଭାବରେ ଦୃଷ୍ଟି ଦିଆଯାଇ ଏହାକୁ ତିଆରି କରାଯାଇଛି। ପୃଥିବୀପୃଷ୍ଠରୁ ଖାଦ୍ୟ, ପାନୀୟ, ପୋଷାକପତ୍ର, ବାୟୁ ସହିତ ନାନାପ୍ରକାର ଚଳଚ୍ଚିତ୍ର ଫିଲ୍ମ ଏହି ଉପଗ୍ରହକୁ ପଠାଯିବା ପାଇଁ ବନ୍ଦୋବସ୍ତ ହୋଇଅଛି। ଏହି ଚଳଚ୍ଚିତ୍ର ଫିଲ୍ମଗୁଡ଼ିକୁ ବକ୍ତୃତା। ଗ୍ୟାଲେରୀରେ ଦର୍ଶାଇବା ପାଇଁ ଯନ୍ତ୍ରପାତି ଖଞ୍ଜାଯାଇଛି। ପୃଥିବୀପୃଷ୍ଠରୁ ଏହି ଉପଗ୍ରହ ସହିତ ଟେଲିଭିଜନ୍ ସଂଯୋଗ ସ୍ଥାପନ ପାଇଁ ନାନାକଳ୍ପନା-ଜଳ୍ପନା ଚାଲିଛି। ଟେଲିଭିଜନ୍ ବାର୍ତ୍ତା ପ୍ରେରଣ ପୃଥିବୀପୃଷ୍ଠରେ ଏତେ ବ୍ୟବଧାନ ଭିତରେ ସମ୍ଭବପର ହେଉ ନ ଥିଲେ ମଧ୍ୟ କେନ୍ଦ୍ର ରାଜଧାନୀର ବିଶିଷ୍ଟ ଟେଲିଭିଜନ୍ ବିଶେଷଜ୍ଞ ମାକୋଭେଲସ୍କିଙ୍କ ନବାବିଷ୍କୃତ ପଦ୍ଧତି ଅନୁସାରେ ପୃଥିବୀପୃଷ୍ଠରୁ ମାଇଲ ଦୂରକୁ ଏହା ପଠାଇବା ବିଶେଷ କିଛି କଷ୍ଟକର ନୁହେଁ। ଏହି ବ୍ୟବସ୍ଥା ଯଦି ସଫଳ ହୁଏ, ତେବେ କୃତ୍ରିମ ଉପଗ୍ରହର ଅଧିବାସୀମାନେ ମହାଶୂନ୍ୟରେ ବସି କେନ୍ଦ୍ର ରାଜଧାନୀ ଓ ରାଷ୍ଟ୍ରର ବଡ଼ ବଡ଼ ସହରର ବିଭିନ୍ନ ଟେଲିଭିଜନ୍ ପ୍ରୋଗ୍ରାମଗୁଡ଼ିକୁ ବେଶ୍ ଉପଭୋଗ କରି ପାରିବେ। ଦେଶର ଖେଳ, କୌତୁକ, କ୍ରୀଡ଼ା, ଥିଏଟର, ସିନେମା, ସଭାପତି ଆଦି କୌଣସିଟି ଦେଖିବାରୁ ସେମାନେ ବଞ୍ଚିତ ହେବେନି। ନବନିର୍ମିତ କୃତ୍ରିମ ଉପଗ୍ରହର ଏହି ସବୁ ସୁବିଧାଗୁଡ଼ିକୁ ଇଞ୍ଜିନିଅର ଓ କମିଶନର ସଭ୍ୟମାନଙ୍କ ସହିତ ବୁଲି ଦେଖୁଁ ଦେଖୁଁ ସଭାପତି ପାଲାଭିନ୍ ଆନନ୍ଦରେ ନାଚିଉଠି କହି ପକାଇଲେ-''କୃତ୍ରିମ ଉପଗ୍ରହର ଏଇସବୁ ସୁବିଧା ଦେଖିଲେ, କିଏ ଯେ ସେଥିରେ ଯିବାକୁ ଇଚ୍ଛା ନ କରିବ ମୁଁ ଭାବିପାରୁନି। ଆପଣମାନଙ୍କ ନିର୍ମିତ ଏଇ କୃତ୍ରିମ ଉପଗ୍ରହ ଦେଖି ମୋ ମନ ହେଉଛି, ଆମ୍ଭମାନଙ୍କୁ ଏ ଅଭିଯାନରେ ଯିବାକୁ ସୁବିଧା ମିଳନ୍ତା କି? ବାସ୍ତବିକ୍ ଜୀବନରେ କେଡ଼େ ବଡ଼ ବଡ଼ ଅଭିଜ୍ଞତା ହୋଇଯାଆନ୍ତା ଆମର? ତୁମେ କ'ଣ ମନେ କରୁଛ ସେପିଲୋଭ? '' ''ଆଉ ସେ କଥା ପଚାର ନାହିଁ ବନ୍ଧୁ। ଆମେ ଯେଉଁ ଦଳ ବାଛିସାରିଛୁଁ, ସେଥିରେ ସଙ୍ଗେ ସଙ୍ଗେ ଆମ ନାମ ଯୋଡ଼ିଦେବାକୁ ମୋର ଭାରି ଇଚ୍ଛା ହେଉଛି। '' ବୃଦ୍ଧଦ୍ୱୟଙ୍କର ଏତାଦୃଶ ଉତ୍ସାହରେ ଉପଗ୍ରହର ଚିଫ୍ଇଞ୍ଜିନିଅର ହସି କହିଲେ, ''ଏପର୍ଯ୍ୟନ୍ତ ବି ଢେର୍ ସମୟ ଅଛି ବୈଜ୍ଞାନିକ। ଆପଣମାନେ ଇଚ୍ଛା କଲେ ଏବେ ସୁଦ୍ଧା ଏହି ଅଭିଯାନରେ ଯୋଗ ଦେଇପାରନ୍ତି। '' ''କିନ୍ତୁ ମୋର ବନ୍ଧୁ ପାଲାଭିନ୍ରାଜି ହେଲେ ତ? '' ସେପିଲୋଭ୍ କହିଲେ। ''ଆପଣଙ୍କ ଭଳି ଜଣେ ବୃଦ୍ଧ ଆମ ଦଳରେ ଯେ ନିହାତି ଦରକାର। '' ଲେନା ଟିକିଏ ଉଚ୍ଚ ଗଳାରେ କହିଲା। ''କାହିଁକି ଲେନା, ତୁମ ଭଳି ତରୁଣୀମାନଙ୍କୁ ଜଗିବା ପାଇଁ ବୃଦ୍ଧ ଜଣେ ସଙ୍ଗରେ ନ ନେଲେ ତୁମ୍ଭମାନଙ୍କ ସ୍ଥିତି କ'ଣ ସେଠାରେ ଜଟିଳ ହୋଇ ପଡ଼ିବ? ନ ହେବ ବା କାହିଁକି; ପୁଣି ଏଭଳି ଟୋକା ଯେଉଁ ଦଳର ଦଳପତି? '' ଆଲେସ୍କି ଆଡ଼କୁ ଆଙ୍ଗୁଳି ଦେଖାଇ ବୃଦ୍ଧ ସେପିଲୋଭ୍ ହସି ହସି କହିଲେ। ସଭାପତି ପାଲାଭିନ୍ ଚିଫ୍ଇଞ୍ଜିନିଅର୍ଙ୍କ ଆଡ଼କୁ ଅନାଇ କିଞ୍ଚିତ୍ ଗମ୍ଭୀର ହୋଇ ପଚାରିଲେ-''ହଁ, ଆଉ ଗୋଟିଏ କଥା, ଇଞ୍ଜିନିଅର୍ ସାହେବ। ଏହି କୃତ୍ରିମ ଉପଗ୍ରହରେ ଆମର ଯେଉଁ ମହିଳା ସଭ୍ୟମାନେ ଯିବେ, ସେମାନଙ୍କ ରହିବାପାଇଁ ତ କିଛି ଅଲଗା ବନ୍ଦୋବସ୍ତ ହେଲାଭଳି ମୋତେ ଦିଶୁନି? '' ବୃଦ୍ଧଙ୍କ ପ୍ରଶ୍ନରେ ଚିଫ୍ଇଞ୍ଜିନିଅର୍ ହସିଉଠିଲେ-''ଆମ ଦେଶର ନାରୀମାନଙ୍କୁ କଣ